ସୂର୍ଯ୍ୟ ବାହାରିବା ସଙ୍ଗେ ସଙ୍ଗେ ପାଣିରୁ ଢୋଲଟିଏ ବାହାରିଲା। ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାକୁ ଖାଲି ଦେଖିବେ କ'ଣ, ନିର୍ଭୟରେ ଯାଇ ଢୋଲ ଭିତରେ ବସିଗଲେ। ଦିନ ଯେତିକି ଯେତିକି ବଢ଼ିଲା, ଢୋଲଟି ସେତିକି ସେତିକି ଉପରକୁ ବଢ଼ୁଥାଏ। ଦିନ ଦଶଟା ବେଳକୁ ସୂର୍ଯ୍ୟଙ୍କ କିରଣ ପ୍ରଖର ହେଲା ଓ ରାଜା ଢୋଲ ଭିତରେ ପୋଡ଼ି ପାଉଁଶ ହୋଇଗଲେ। ତା'ପରେ ଢୋଲ ଆଉ ସୂର୍ଯ୍ୟଙ୍କ ଆଡ଼କୁ ବଢ଼ିଲା ନାହିଁ। ଉପରୁ ସୂର୍ଯ୍ୟ ଦେବତା ଡାକିଲେ-''ଆଜି ଏଠାକୁ ଆସିବାକୁ ତୋର କାହିଁକି ଡେରି ହେଉଛି? '' ଢୋଲ ଉତ୍ତର ଦେଲା-''ମୋ ଭିତରେ ଆଜି ରାଜା ମରି ଯାଇଥିବାରୁ ମୋତେ କଳଙ୍କ ଲାଗିଛି। ଏଣୁ ମୁଁ ଆପଣଙ୍କ ପାଖକୁ ଯାଇ ପାରୁନି। '' ସୂର୍ଯ୍ୟ ଦେବତା ଢୋଲ ଭିତରେ ଯାହା ହୋଇଛି ବୁଝିପାରିଲେ। ସେ ଉପରୁ ଦୁଇଟୋପା ଅମୃତ ପକାଇ ଦେବାରୁ ରାଜା ପୁଣି ଜୀଇ ଉଠିଲେ ଓ ଢୋଲ ସୂର୍ଯ୍ୟଙ୍କ ପାଖକୁ ଯାଇ ତାହାଙ୍କ ଚାରିପଟେ ଘୂରିଲା। ରାଜା ମଧ୍ୟ ସୂର୍ଯ୍ୟ ଦେବତାଙ୍କ ପାଖରେ ମୁଣ୍ଡ ନୁଆଇଁ ତାଙ୍କୁ ନମସ୍କାର କଲେ। ସୂର୍ଯ୍ୟ ଦେବତା ପଚାରିଲେ-'ତମେ କିଏ? ରାଜା ଉତ୍ତର ଦେଲେ- ''ମୁଁ ରାଜା ବିକ୍ରମାଦିତ୍ୟ। '' ସୂର୍ଯ୍ୟ ଦେବତା ରାଜାଙ୍କ ଉପରେ ଖୁସିହୋଇ ତାଙ୍କୁ ଚାରୋଟି ପଦାର୍ଥ ଦେଲେ। ଗୋଟିଏ ହେଉଛି, ଘୋଡ଼ା ଲଗାମ; ଏହାକୁ ପିଟିବା ମାତ୍ରେ ଏକ ବିଚିତ୍ର ଘୋଡ଼ା ପହଞ୍ଚିଯାଏ। ଏହା ଉପରେ ବସିଲେ ଘଣ୍ଟାକ ମଧ୍ୟରେ ସାରା ପୃଥିବୀକୁ ଘୂରି ଆସିହେବ। ଦ୍ୱିତୀୟଟି ହେଉଛି ଗୋଟିଏ ବିଚିତ୍ର ବେଲା। ଏହାକୁ ଧରି ଯେଉଁ ଖାଦ୍ୟ ମନାସିବ ତାହା ସଙ୍ଗେ ସଙ୍ଗେ ତିଆରି ହୋଇଯିବ। ଏହାଛଡ଼ା ସେ ତାକୁ ଦୁଇଟି ପେଡ଼ି ଦେଲେ। ଗୋଟିଏ ପେଡ଼ିରେ ଥିଲା ନାନା ପ୍ରକାର ଗହଣା ଓ ଅନ୍ୟଟିରେ ଥିଲା ବହୁ ବିଚିତ୍ର ଲୁଗାପଟା। ସୂର୍ଯ୍ୟଦେବତା ସେହି ଚାରୋଟି ଜିନିଷ ରାଜାଙ୍କୁ ଦେଇ କହିଲେ,-''ତୁମେ ଏହାକୁ ନିଅ; ଏହା ତୁମ ନିର୍ଭୀକତାର ପୁରସ୍କାର। '' ରାଜା ଢୋଲରେ ବସି ସଂଧ୍ୟା ବେଳକୁ ସେଇ ଚାରୋଟି ଅଦ୍ଭୁତ ଜିନିଷ ନେଇ ଫେରି ଆସିଲେ। ଏଇ ଅଦ୍ଭୁତ ଜିନିଷଗୁଡ଼ିକ ପାଇଥିବା ଯୋଗୁ ସେ ବ୍ରାହ୍ମଣ ଉପରେ ଭାରି ଖୁସି। '' ବ୍ରାହ୍ମଣ ଖୁବ୍ ଶୀଘ୍ର ଆସି ଘରେ ପହଞ୍ଚିଲା। ପୁଅ, ବୋହୂ ଓ ସ୍ତ୍ରୀଙ୍କୁ ବସାଇ ଯାହାସବୁ ଘଟିଥିଲା ତାହା କହିଲା। ଚାରୋଟି ଜିନିଷ ମଧ୍ୟରୁ ସେ କେଉଁଟିକୁ ରାଜାଙ୍କୁ ମାଗିବ ତାହା ସମସ୍ତଙ୍କୁ ପଚାରିଲା। ବ୍ରାହ୍ମଣୀ କହିଲା- ''ବହୁଦିନୁ ଆମେ ମୁଠିଏ ଖାଇବା ଲାଗି ବାର ଦୁଆରେ ହାତ ପତାଇ ଭିକ ମାଗୁଛୁ। ଏଣୁ ତମେ ବେଲାଟିକୁ ମାଗି ଆଣିବ। '' ପୁଅ